କିନ୍ତୁ ବାବୁ ନ ଥିଲା ବେଳେ ମାଆଙ୍କୁ ଏଇ କଥା ନିରୋଳାରେ କହିବାକୁ ସେ କହିଥିଲେ। ' 'ତା'ର ନାମ ପଚାରିଥିଲୁ? ' 'ହଁ ଆଜ୍ଞା! ସେ କିନ୍ତୁ ତାଙ୍କର ନାମ କହିଲେ ନାହିଁ। କେବଳ ମାଆଙ୍କୁ ସକାଳେ ଅପେକ୍ଷା କରିବାକୁ କହି ରିକ୍ସାରେ ପୁଣି ଫେରିଗଲେ। ' 'ରତନ, ତମ ମାଆ ତା'ହେଲେ ବେଳେବେଳେ ରାତି ଗୋଟାଏ ଦୁଇଟା ବେଳେ ଏକୁଟିଆ ଫେରନ୍ତି? ' ଏଥର ଯେମିତି ଜୋରରେ ଚମକିଉଠିଲା ରତନ। 'ରତନ, ତମେ ସେଇ ଝିଅକୁ କହିଥିଲ ଯେ ତମର ମାଆ ରାତି ଗୋଟାଏ ଦୁଇଟା ବେଳେ ଫେରନ୍ତି ବୋଲି। ଏକଥା କ'ଣ ସତ୍ୟ? ଦେଖ, ତମେ ଯଦି ମିଛ କହିବାକୁ ଚେଷ୍ଟା କର ତା'ହେଲେ ଏଇ ମୁହୂର୍ତ୍ତରେ ତମକୁ ଜେଲଖାନା ପଠାଇବାର ବନ୍ଦୋବସ୍ତ ମୁଁ କରିଦେବି। ' 'ମୁଁ ମୁଁ. ' 'ମୁଁ ଯାହା ପଚାରୁଛି ତା'ର ଉତ୍ତର ଦିଅ। ମିସେସ୍ପାତ୍ର ଅଧିକାଶଂ ସମୟରେ ରାତି ଗୋଟାଏ ଦୁଇଟାରେ ଫେରନ୍ତି, ଏକଥା କ'ଣ ସତ୍ୟ? ' 'ହଁ, ଯୋଉଦିନ ବାବୁ ଆସିବାର ନ ଥାଏ ସେଦିନ ସେ ଇମିତି ଡେରିରେ ଆସନ୍ତି। ' 'ସୁବ୍ରତଙ୍କୁ ତମେ ଜାଣ? ' 'ଆଜ୍ଞା। ' 'ସେ ବରାବର ଏଠାକୁ ଆସନ୍ତି? ' 'ମାଆ ଏଠାରେ ରହିଲେ ସେ ଆସନ୍ତି। ' 'ଆଜି ଆଉ ଆସିଥିଲେ? ' 'ହଁ, ଆଜ୍ଞା! ମାଆଙ୍କର ଶୋଇବା ଘର ଭିତରେ ବାକ୍ସ ଇତ୍ୟାଦି ଖୋଲି କ'ଣ ସବୁ ଖୋଜୁଥିଲେ। ' ମି: ମହାନ୍ତି ଉତ୍ସାହିତ ହୋଇ କହିଲେ, 'କେବଳ ସେଇ ଘର ନା ଅନ୍ୟ କୋଉଠି? ' 'ଆଉ ସବୁ ଘରେ ସେ ଖୋଜୁଥିଲେ। ' 'ଦେଖ ରତନ, ତମର ମାଆଙ୍କୁ ହତ୍ୟା କରାଯାଇଛି; ଆଉ ତମେ ଜାଣୁ ଜାଣୁ ଯଦି କିଛି କଥା ଲୁଚାଇବାକୁ ଚେଷ୍ଟା କର; ଫଳ ଭଲ ହେବ ନାହିଁ। ' 'ଆଜ୍ଞା, ଯାହା ପଚାରିବ କହିବି ଆଜ୍ଞା! ' 'ତମର ମାଆ ଅଧିକାଂଶ ସମୟରେ ଯେମିତି ବାହାରୁ ଫେରନ୍ତି, ସେ ବିଷୟରେ ତମର ବାବୁ ଜାଣନ୍ତି? ' 'ହଁ ଆଜ୍ଞା, ଥରେ ସେଥିପାଇଁ ବାବୁ ଆଉ ମାଆଙ୍କ ଭିତରେ ଖୁବ୍ ପାଟିତୁଣ୍ଡ ହେଇଥିଲା-। ' 'ରତନ! ' ଉତ୍ସାହ ସହକାରେ ଶତ୍ରୁଜିତ କହିଲେ। 'ହଁ ଆଜ୍ଞା! ସେଦିନଭଳି ଆଉ କେବେ ଉଭୟେ ରାଗିବାର ମୁଁ ଦେଖି ନ ଥିଲି। ' 'ସେମାନଙ୍କର ସେଇ କଥାବାର୍ତ୍ତା ତମେ ଶୁଣିଥିଲ? ' 'ବଡ଼ଲୋକଙ୍କ ଘରକଥା, ଆଜ୍ଞା! ସେମାନଙ୍କର ରାଗତମ ବେଳେ ଆମେ ଏଠାରେ ରହିବା ଠିକ୍ ବୋଲି ଭାବି ନ ଥିଲୁଁ। କିନ୍ତୁ ହଁ ବାବୁ! ମୁଁ ରୋଷେଇଘର ବନ୍ଦ କରିବାକୁ ଆସିଲାବେଳେ ମାଆ କାନ୍ଦ କାନ୍ଦ କହୁଥିଲେ ଯେ ତମେ ଯୋଉ ଡାହାଣୀ ପଛରେ ଗୋଡ଼ାଇ ମୋତେ ଅବିଶ୍ୱାସ କରୁଛ, ସେ ଡାହାଣୀ ତମକୁ ଟିକିଏ ହେଲେ ବି ଭଲ ପାଏ ନାହିଁ। ଆଉ କକା ଯଦି ଏକଥା ଜାଣନ୍ତି, ତାକୁ ଘରୁ ବାହାର କରିଦେବା ସଙ୍ଗେ ସଙ୍ଗେ ଆଉ ଗୋଟିଏ ନୂଆ ପଇସାର ଅଂଶ ବି ତମକୁ ଦେବେ ନାହିଁ। ' 'ରତନ! ' 'ମୁଁ ସତ କହୁଚି, ଆଜ୍ଞା! ଏଇ କଥା ଶୁଣିବା ମାତ୍ରେ ବାବୁଙ୍କର ରାଗ ଯେମିତି ଥଣ୍ଡା ହୋଇଆସିଲା। ସେ କିଛି ନ କହି ଘରୁ ଯେ ବାହାରିଗଲେ ଆଉ ମାସେ ପର୍ଯ୍ୟନ୍ତ ଆସିଲେ ନାହିଁ। '। ଶତ୍ରୁଜିତ ଆଉ ମି: ମହାନ୍ତିଙ୍କ ଚକ୍ଷୁ ଆଗରୁ ଯେମିତି ଆଉ ଗୋଟିଏ ପର୍ଦ୍ଦା ଅପସରିଗଲା-। ରତନ ଉପରେ ତୀକ୍ଷ୍ଣ ଦୃଷ୍ଟି ନିକ୍ଷେପ କରି ଶତ୍ରୁଜିତ କହିଲେ, 'ପରେ ଆଉ ସେମିତି କେବେ କିଛି ଘଟିଚି? ' 'ନାହିଁ ଆଜ୍ଞା! କିନ୍ତୁ ସେଇଦିନଠାରୁ ବାବୁ କେତେବେଳେ କେମିତି ଏଠାକୁ ଆସନ୍ତି, ନ ହେଲେ ନାହିଁ। ' 'ଆଉ ମା? ' 'ସେ ମଧ୍ୟ ଦିନ ଏକଥାରେ ବାହାରକୁ ଯିବା ବନ୍ଦ କରିଦେଇଥିଲେ। ହେଲେ ପରେ ପୁଣି ଯିବାରେ ଲାଗିଲେ। ତା'ପରେ ପରେ ମୁଁ ଦେଖିଥିଲି, ବାବୁ ଆଉ ମା ଯେତେବେଳେ ଗଲେ, ଉଭୟେ ଏକାଠି ଯାଉଥିଲେ ଆଉ ରହୁଥିଲେ ବି ଗୋଟିଏ ଜାଗାରେ। ' ମି: ମହାନ୍ତି ଶତ୍ରୁଜିତଙ୍କୁ ଲକ୍ଷ୍ୟ କଲେ। ଶତ୍ରୁଜିତ ଦ୍ରୁତବେଗରେ ଏଇ ଘଟଣା ଚିନ୍ତା କରୁଥିଲେ ବି ନିଜର ହାତଘଣ୍ଟାକୁ ଅନାଇଲେ। ତା'ପରେ କଣ ଭାବି ରିସିଭର ଉଠାଇନେଇ ପୋଲିସ ଷ୍ଟେସନକୁ ସଂଯୋଗ କଲେ। 'ହ୍ୟାଲୋ ପୋଲିସ ଷ୍ଟେସନ! ମିଷ୍ଟର ପାତ୍ର ଅଥବା ତାଙ୍କ ପାଖକୁ ଯାଇଥିବା ମେସେଞ୍ଜର ଫେରିଲେଣି? ' 'ଆଶ୍ଚର୍ଯ୍ୟ '!